ସେମାନେ ଝିଅ ଦେଖିଯିବା ଦିନୁ ଡାକ୍ତର ଆଉ ଆସିନାହାନ୍ତି। ସୂର୍ଯ୍ୟକାନ୍ତ ତାଙ୍କୁ ଦେଖିବେ ବୋଲି ବଡ଼ ଆଶା କରିଥିଲେ। କନକ ନାରାୟଣଙ୍କ ଆଖିରୁ ପାଣି ମଲାଣି ଡାକ୍ତରଙ୍କ ବାଟ ଚାହିଁ ଚାହିଁ। ସୂର୍ଯ୍ୟକାନ୍ତ ପଚାରିଲେ ବାପା, ଡାକ୍ତରବାବୁ ଲାଜ କରି ଆସୁନାହାନ୍ତି ନା କ'ଣ? ମୁଁ ତ ଶୁଣିଲି ତାଙ୍କର ବେଶ୍ ଆଧୁନିକ ଘର। ସେ ଏତେ ଲାଜ କରୁଛନ୍ତି କାହିଁକି? ବୃଦ୍ଧ ହସିଲେ। କହିଲେ ତୁମେ ଡାକ୍ତରଙ୍କୁ ଜାଣନି କାନ୍ତ, ଭାରୀ ନୀତିଶୀଳ ପିଲା ସେ। ନିୟମର ଚଳନ୍ତି ପ୍ରତିମୂର୍ତ୍ତି। ଏଇ କେତେ ମାସ ତାକୁ ଦେଖି ତ କଥା ଶୁଣି ତାକୁ। ଚିହ୍ନି ପାରିଛି। ଯଦି ବିବାହ ପୂର୍ବରୁ ସେ ଏ ଘରକୁ ଆସେ ମୋରି ପାଇଁ ଆସିବାକୁ ବାଧ୍ୟ ହେବ, ନହେଲେ ମୋଟେ ଆସିବନି। ତାକୁ ନ ଦେଖିଲେ କାନ୍ତ ମୁଁ ତ ରହି ପାରିବିନି। କାଲି ତୁମେ ଅଳକାକୁ ନେଇ ତାଙ୍କ ଘରକୁ ଯାଅ। ତୁମେ ବି ତାକୁ ଦେଖି ପାରିବ, ଆଉ ମୋ ଦେହ କଥା କହି ଏଠାକୁ ଆସିବାକୁ ଅନୁରୋଧ କରିବ। ମୋ ଦେହ କଥା ଶୁଣିଲେ ସେ ନ ଆସି ରହି ପାରିବନି। ଆଶ୍ଚର୍ଯ୍ୟ କାନ୍ତ, ତାକୁ ଦିନେ ନ ଦେଖିଲେ ମୋତେ ଯୁଗ ପରି ଲାଗୁଛି। ଏତିକି ସମୟ କଥା କହି ବୃଦ୍ଧ ହାଲିଆ ହୋଇ ପଡ଼ିଲେ କି କ'ଣ ଅନନ୍ତ ଆକାଶ ଆଡ଼େ ଚାହିଁ ଚୁପ୍ ଚାପ୍ ବସି ରହିଲେ। ସୂର୍ଯ୍ୟକାନ୍ତ ଚାରିଆଡ଼େ ଆଖି ବୁଲାଇ ବୁଲାଇ ଚାହୁଁଥିଲେ। ଏଇଠାରେ ବସି ସବୁ କିଛି ଦେଖିବାକୁ ତାଙ୍କୁ ଭାରି ଭଲ ଲାଗେ। ପୂର୍ବ ଦିଗକୁ ଚାହିଁଲେ ଦେଖାଯାଏ ଆକାଶ ଛୁଆଁ ଖଣ୍ଡଗିରି ଛୁଡ଼ା। ସତେଅବା ଆକାଶ ଆସି ଶୁଣେ ଖଣ୍ଡଗିରିଠାରୁ ଅତୀତର ସୁଖ ଦୁଃଖର କାହାଣୀ, ଶୁଣେ ଖାରବେଳଙ୍କ କଥା, ଜୈନ ସନ୍ନ୍ୟାସୀଙ୍କ କଥା, ଶୁଣେ ଆହୁରି କେତେ କ'ଣ। ଆଉ ପଶ୍ଚିମକୁ ମୁଣ୍ଡ ବୁଲେଇ ଦେଖନ୍ତି ଛାୟା ଅନ୍ଧକାରରେ ରହସ୍ୟମୟୀ ମହଲ ସଦୃଶ ଛାୟାନୀଡ଼। ହଁ ସତର ବର୍ଷ ବୟସରେ ଶୁଭେନ୍ଦୁ ଏଇ ଘରର ନାଁ ଦେଇଥିଲେ "ଛାୟାନୀଡ଼"। ଷ୍ଟେସନରୁ ରିକ୍ସାରେ ବସି ଯଦି "ଛାୟାନୀଡ଼" ଯିବ ବୋଲି କୁହ, ତେବେ ରିସ୍କାବାଲା ଆଖିବୁଜି ଆଣି ଛାଡ଼ିଦେବ ଏହି ଗେଟ୍ ପାଖରେ। ପିଅନ "ଛାୟାନୀଡ଼" ଥିବା ଠିକଣାରେ ଚିଠି ଦେଇଯାଏ ବିନା ଆ ଆୟାସରେ। ଏଇ "ଛାୟାନୀଡ଼" ସୂର୍ଯ୍ୟକାନ୍ତ ଭାରି ଭଲ ପାଆନ୍ତି ଏଇଠାରେ ବସି ଘରଟି ଦେଖିବାକୁ ଠିକ୍ ଏହିପରି ଅନ୍ଧାର ମିଶା ଆଲୁଅରେ। ବାକି ଦୁଇପଟକୁ ଚାହିଁଲେ ବି ଆଖି ଅତୃପ୍ତ ରହେନି। ଉତ୍ତର ପଟେ ଜାମୁ, ଲୁଚି, ସପେଟା, ଆମ୍ବ, ପଣସ ଓ ଚାଉଳିଆର ମନଲୋଭା ଉଦ୍ୟାନ। ଦକ୍ଷିଣପଟେ ଦେଶୀ ବିଦେଶୀ ନାନା ଜାତିର କୁସୁମ ସମ୍ଭାର। ହଠାତ୍ ପଚାରିଲେ ସୂର୍ଯ୍ୟକାନ୍ତ ଆଚ୍ଛା ବାପା, ତଳ ଉପର ହୋଇ ପ୍ରାୟ ଷୋହଳ ସତର ବଖରା ଘର ଅଛି ଆମର ଏଇ କୋଠାରେ। ଏତେଗୁଡ଼ାଏ ବଖରା କାହିଁକି ହୋଇଥିଲା? କନକ ନାରାୟଣ ହସିଲେ, କହିଲେ ଆମର ଆଦିବସିତ ଘର ବର୍ତ୍ତମାନ ସୁଦ୍ଧା ନିମାପଡ଼ାରେ ଅଛି। ସେକଥା ତୁମେ ତ ଜାଣୁ। ବିରାଟ ଜମିଦାରୀରୁ ପ୍ରଚୁର ଆୟ ହେଉଥିଲା। ମୋର ପିତାମହ କୁଆଡ଼େ ଭାରି ସୌଖିନ୍ ଲୋକ ଥିଲେ। ଗ୍ରାମର ପଙ୍କ କାଦୁଅରୁ ସେ ପରିତ୍ରାଣ ପାଇବାକୁ ଏଇଠାରେ ଆସି ଘର ତୋଳି ରହିଗଲେ। ତୋଳିଲେ ଏହି ମହଲ ସଦୃଶ ଭୂତ କୋଠିଟା। ହଁ, ମୁଁ ଏକ୍ ୟଳଏକୁ ସବୁବେଳେ ଏବେ ଭୂତକୋଠି ବୋଲି କହେ। ତୁମେମାନେ ସିନା ଅଛ ବୋଲି, ନହେଲେ ରାତି ହେଲେ ମତେ ଏଇ ନିର୍ଜନ ଘର ଲାଗେ ଠିକ୍ ଗୋଟିଏ ଭୂତକୋଠି ପରି। ସେତେବେଳେ ଏ ଘର ବୋହୂ, ଝିଅ, ଦାସୀ, ଚାକର ଛୁଆପିଲାଙ୍କ କଳି କହଳରେ ମୁଖର ହୋଇ ଉଠୁଥିଲା। କିଏ, ଯେ କୁଆଡ଼େ ଗଲେ ଭଗବାନ ଜାଣନ୍ତି। ମୁଁ, ମୋ ବାପାଙ୍କର ଗୋଟିଏ ପୁଅ। କଲିକତାରେ ରହି ପାଠ ପଢ଼ିଲି। ଏ ବଂଶର ଇତିହାସ ଜାଣିବାକୁ ଦିନେହେଲେ ମୋରି ଆଗ୍ରହ ହୋଇନି। ଆଜି ମନହୁଏ ଜାଣିବାକୁ, ସବୁ ଶୁଣିବାକୁ। କି ଆଉ ଜଣାଇବାକୁ! ମୁଁ ମାଟ୍ରିକ୍ ପାଶ୍ କଲାପରେ ବୋଉ ମୋର ଚାଲିଗଲେ ଆରପାରିକି। ମୁଁ ବି. ଏ. ପାଶ୍ କଲାପରେ ନନା ମଧ୍ୟ ଚାଲିଗଲେ। ସେତେବେଳକୁ ଛାୟା ଆସିସାରିଥିଲା। ଛାୟା ଆସି ଦୁଇବର୍ଷ ଘର କଲାପରେ ନ ନନା ଗଲେ। ନନାଙ୍କର ଗୋଟିଏ କକେଇ ପୁଅ ଭାଇ ଏ ଘରେ ରହୁଥିଲେ। ତାଙ୍କର ବି ଗୋଟିଏ ପୁଅ ଥିଲା। ନାଁ ଥିଲା ତା'ର "ରାଜେଶ୍ୱର"। ଆମେ ସମସ୍ତେ ଡାକିଥିଲୁ "ରାଜା"। ରାଜାର ଛଅମାସ ବୟସ ବେଳେ ତା'ର ବୋଉ ମରିଯାଇଥିଲେ।